ଆସେ। ତାଙ୍କର ଜୀବନ କାନେ କାନେ କିଏ ଯେପରି କହିଯାଏ, 'ମି: ପାତ୍ର ଜୀବିତ'-। ମନରେ ଆଶାର ସଞ୍ଚାର ହୁଏ। ପୁଣି ପର ମୁହୂର୍ତ୍ତରେ ଭାବନାର ଦିଗ ବଦଳେ। ସେ ନିଜର ଅନିଶ୍ଚିତ ଭବିଷ୍ୟତ କଥା ଭାବି କଡ଼ ଲେଉଟାନ୍ତି। ସେ ରାତିଟା କି ଦୁର୍ଯ୍ୟୋଗ ଭରା ଥିଲା କେଜାଣି। ସଞ୍ଜ ହେଲାବେଳୁ ପ୍ରଳୟଙ୍କରୀ ମେଘର ଘନଘଟା ଛାଇ ହୋଇ ଯାଇଥିଲା ଆକାଶଟା ସାରା। ମୂଷଳ ଧାରାରେ ଅସରା ଅସରା ବରଷାର ଧାର ଅଜାଡ଼ି ହୋଇ ପଡ଼ୁଥିଲା ବସୁଧା ଉପରେ। ବେଳେ ବେଳେ ଘଡ଼ଘଡ଼ିର ଗୁରୁ ଗମ୍ଭୀର ଗର୍ଜନ ମନରେ ଚମକ ଆଣୁଥାଏ। ସହଜେ ବର୍ଷା ପାଗ। ମାନସପୁରୀରେ ଯେ ଯୁଆଡ଼େ ଶୋଇ ଗଲେଣି ସଞ୍ଜ ବେଳୁ। ଏଣେ ଭୂତ ଭୟ। ଗୁରୁବାର ବୋଲି ରାମଶରଣର ରାମାୟଣ ପାଠ ବନ୍ଦ। ସେ ବି ଘୁଙ୍ଗୁଡ଼ି ଛାଡ଼ିଲାଣି। ମିସେସ୍ ପାତ୍ର ତାଙ୍କ ଶୋଇବା କୋଠରୀରେ ବତୀଟି ଲିଭାଇଦେଇ ଶୋଇଲେଣି। ନିଦ ତ ହେଉନାହିଁ, ଖାଲି ଏକଡ଼ ସେକଡ଼ ହେଉଛନ୍ତି। ନୀଳ ରଙ୍ଗର ଅଳ୍ପ ଶକ୍ତିବିଶିଷ୍ଟ ବଲବ୍ଟି ମିଞ୍ଜି ମିଞ୍ଜି ହୋଇ ଜଳୁଛି। ରାତି କେତେ ହେବ କେଜାଣି ଘର ଭିତର କ'ଣ ଗୋଟାଏ ଶବ୍ଦ ଶୁଣି ମିସେସ୍ ପାତ୍ରଙ୍କ ନିଦ ଚାଉଁକରି ଭାଙ୍ଗିଗଲା। ଭୂତ ଭୟ ତାଙ୍କ ମନରେ ଏପରି ଦୃଢ଼ ଧାରଣା ଜାତ କରିଥିଲା ଯେ ସେ ନିଦରୁ ଉଠିବା ମାତ୍ରେ ଭୂତ ବୋଲି ଅନୁମାନ କରିନେଲେ। ହଠାତ୍ ତାଙ୍କର ଖିଆଲ ହେଲା ଯେ ସେ ଆଲୁଅ ଜଳାଇଦେଇ ଶୋଇଥିଲେ; କିନ୍ତୁ ବର୍ତ୍ତମାନ ଆଲୁଅ ଲିଭିଛି। ପରିଷ୍କାର ଭାବରେ ସେ ଶୁଣି ପାରିଲେ-ଘର ଭିତରେ କିଏ ଜଣେ ପାଦ ଚିପି ଚିପି ଚାଲ ବୁଲ କରୁଛି। ତା'ପରେ ତାଙ୍କର ଭଲକରି ମନେପଡ଼ୁଥାଏ, ସେ ଶୋଇବା ଆଗରୁ ଦରଜା ବନ୍ଦକରି ଶୋଇଥିଲେ। ଘରର ଦରଜାଟି ଖୋଲିଲା କିପରି? ଏତେ ଗୁଡ଼ାଏ କଥା ମିସେସ୍ ପାତ୍ର ଚିନ୍ତା କରୁଥାନ୍ତି ସତ; କିନ୍ତୁ ତାଙ୍କ ଦେହରେ ଜୀବନ ଥିଲା ପରି ଜଣାଯାଉ ନ ଥାଏ। ଭୟରେ ଏକବାରେ ଜଡ଼ସଡ଼ ହୋଇ ପଡ଼ିଥାନ୍ତି ସେ। ଏଣେ ଭୂତର ପାଦ ଚାଳନା ଘର ଭିତରେ କ୍ରମେ ସ୍ପଷ୍ଟତର ହେଉଥାଏ। ଯେମିତି ସେ କିଛି ଗୋଟାଏ ଖୋଜି ବୁଲୁଛି। ମିସେସ୍ ପାତ୍ର ଖୁବ୍ ସାହସ ସଞ୍ଚୟ କରି ବଡ଼ ପାଟିଟାଏ କରିଦେବେ ବୋଲି ଭାବିଲେ, କିନ୍ତୁ ପର ମୁହୂର୍ତ୍ତରେ ମନଟା ତାଙ୍କର ଦବି ଆସିଲା। ଭୂତ ଯଦି ଧାଇଁ ଆସି ତଣ୍ଟି ଚିପିଦିଏ, ତେବେ! କପାଳରେ ବୁନ୍ଦା ବୁନ୍ଦା ଝାଳ ଜଳେଇ ଉଠିଲା, ପାଗଟା ଖୁବ୍ ଥଣ୍ଡାଥିଲା ଯଦିଓ। ବେଳକୁବେଳ ପାଦ ଶବ୍ଦର ଗତି ବଢ଼ିଲା ପଛେ କମିଲା ନାହିଁ। ମିସେସ୍ ପାତ୍ର ଅନୁମାନକଲେ ତାଙ୍କ ପଲଙ୍କର ପାଦ ଆଡ଼କୁ ଥିବା ଟେବୁଲ ଉପର ଫଟୋଟାକୁ କିଏ ଯେପରି ଟଣା ଟଣି କରୁଛି। ମନରେ ତାଙ୍କର ଚମକ ଲାଗିଲା-'ଆରେ ଗୁପ୍ତ ଧନାଗାରର ଚାବିଟା ତ ସେଇଠି; ଆଉ କ'ଣ କେହି? ' ମୁହୂର୍ତ୍ତକ ମଧ୍ୟରେ ସବୁ ଭୟ ତାଙ୍କର ଉଭେଇ ଗଲା। ଗୋଟାଏ ଉତ୍ତେଜନାରେ ସେ ଧଡ଼୍ କରି ଉଠି ପଡ଼ିଲେ ପଲଙ୍କ ଉପରୁ। ଗୋଟାଏ ହୋସ୍ରେ ଯାଇ ମୁଣ୍ଡ ପାଖ କାନ୍ଥରେ ଥିବା ସୁଇଚ୍ଟା ଟିପିଦେଲେ। ଘର ଭିତରେ ନୀଳ ବର୍ଣ୍ଣର ମ୍ଳାନ ଆଲୋକର ପ୍ଲାବନ ଖେଳିଗଲା। ମିସେସ୍ ପାତ୍ର ସେଇ ଆଲୋକରେ ଯାହା ଦେଖିଲେ, ତାଙ୍କର ହୃତ୍ପିଣ୍ଡ କ୍ରିୟା ବନ୍ଦ ହେବାକୁ ଯାଉଥିଲା ସେ ଦୃଶ୍ୟରେ। ସେ ଦେଖିଲେ-ସମଗ୍ର ଶରୀରଟାକୁ କଳା ପୋଷାକରେ ଆବୃତ କରି କିଏ ଗୋଟାଏ ଫଟୋଟାକୁ ଦୁଇ ହାତରେ ଧରିଛି; ଆଖି ଦୁଇଟା ତା'ର ଦାଉ ଦାଉ ହୋଇ ଜଳି ଉଠୁଛି ଯେପରି। ଆଉ ଅଧିକ ଦେଖି ପାରିବାର ଧୈର୍ଯ୍ୟ ନଥିଲା ମିସେସ୍ ପାତ୍ରଙ୍କର। ସେ ଚିତ୍କାରଟାଏ କରି ପଡ଼ିଗଲେ। ଠିକ୍ ସେଇ ମୁହୂର୍ତ୍ତରେ ଫଟୋଟାକୁ ଦୁଇ ହାତରେ ଜାବୁଡ଼ି ଧରି କଳା ମୂର୍ତ୍ତିଟା ସାଇଁକରି ବାହାରିଗଲା ବାହାରକୁ। ମିସେସ୍ ପାତ୍ରଙ୍କର ଚିତ୍କାରରେ ଚାକର, ପୁଝାରୀ, ସମସ୍ତଙ୍କର ନିଦ ଅବଶ୍ୟ ଭାଙ୍ଗିଥିଲା; କିନ୍ତୁ ସାହସ କରି କେହି ପଦାକୁ ବାହାରୁ ନ ଥିଲେ। ମିସେସ୍ ପାତ୍ରଙ୍କର ଚିତ୍କାର ପରେ ଆଉ କ'ଣ ଘଟିବ, ସମସ୍ତେ ସେଇୟା ଶୁଣିବାକୁ କାନ ଡେରିଥିଲେ; କିନ୍ତୁ ପ୍ରଥମେ ଦରଓ୍ୱାନ୍ ରମଶରଣ ତା'ର ମୋଟା ମୂଳିଆ ଠେଙ୍ଗାଟାକୁ ଦୁମ୍ ଦାମ୍ କଚାଡ଼ି କଚାଡ଼ି ବାହାରକୁ ଆସି ବତୀ ଲଗାଇଲା। ସମସ୍ତଙ୍କୁ ଖୁବ୍ ଡକାଡକି କରିବାରୁ ଯେ ଯେଉଁଠି ଥିଲେ ଉଠିଆସି ତା' ପାଖରେ ପହଞ୍ଚିଲେ। ସମସ୍ତଙ୍କୁ ସାଙ୍ଗରେ ଧରି ସେ ମିସେସ୍ ପାତ୍ରଙ୍କ ଶୋଇବା ଘର ଆଡ଼କୁ ଚାଲିଲା।